ଗଣତନ୍ତ୍ର ସକାଶେ ଏକ ଉଚିତ ଓ ଅନୁକୂଳ ଭିତ୍ତିଭୂମି ମହଜୁଦ ନଥାଏ ବୋଲି ହିଁ ଗଣତନ୍ତ୍ରର ଡ଼ଙ୍ଗାଟାରେ କୌଣସି ଚେର ଧରିପାରେ ନାହିଁ। ଦ୍ଵିତୀୟ ମହାଯୁଦ୍ଧ ପରେ ପୃଥିବୀରେ ଯେଉଁସବୁ ଦେଶ ନୂଆଁ ହୋଇ ରାଜନୀତିକ ସ୍ଵାଧୀନତା ଲାଭ କଲେ ସେଗୁଡ଼ିକର ସୁମାରି ନେଲେ ଜଣାପଡ଼ିବ ଯେ, ପଚାଶ ବର୍ଷର ଅବଧି ପରେ ମଧ୍ୟ ସେଗୁଡ଼ିକ ମଧ୍ୟରୁ ଅଧିକସଂଖ୍ୟକ ଦେଶରେ ସତକୁ ସତ ଗଣତନ୍ତ୍ର ଶାସନର ସାମାନ୍ୟ କଳଟାଏ ମଧ୍ୟ ନାହିଁ। ସେମାନଙ୍କୁ ନିଜ ନିଜର ଗୋଡ଼ାଣିଆ କରି ରଖିବେ ବୋଲି ଶୀତଳଯୁଦ୍ଧ ସମୟରେ ଦୁଇଟାଯାକ ପକ୍ଷ କେତେ ଅମରମତା ହୋଇ ପରାକ୍ରମୀ ଉଦ୍ୟମମାନ କରୁଥିଲେ ଅର୍ଥ ସାହାଯ୍ୟ ଦେଉଥଲେ, ଅସ୍ତ୍ର ବି ଦେଉଥିଲେ। ହୁଏତ ଏଥର ଭଲ ଉପୁଜିବ ବୋଲି ଅଟଳ ବିଶ୍ୱାସ ସହିତ ଦେଉଥିଲେ। ସେମାନେ ଏଣିକି ବାଧ୍ୟ ହୋଇ ବନ୍ଧା ହୋଇରହିଲେ ବୋଲି ଭାବୁଥିଲେ। ସେତେବେଳେ ଯଦି ଗୋଷ୍ଠୀନିରପେକ୍ଷ ଆନ୍ଦୋଳନ ଏକ ବିକଳ୍ପର ସୃଷ୍ଟି କରିନଥାନ୍ତା ତେବେ ଏହି ନୂଆ ଦେଶଗୁଡ଼ିକରୁ ଅଧିକାଂଶ ହୁଏତ ବଡ଼ ଶୋଚନୀୟ ଭାବରେ ଦୁଇ ଦାଣ୍ଡିରେ ବିଭକ୍ତ ହୋଇ ଯାଇଥାନ୍ତେ। ଏବଂ ଅ ତଥ୍ୟ କହୁଛି ଆମେରିକା ଓ ରୁଷିଆରୁ ଅସ୍ତ୍ରବଳ ଓ ଅର୍ଥବଳ ସାହାଯ୍ୟ ପାଉଥିବା ଶାସକମାନେ ନିଜ ନିଜ ଦେଶକୁ ଅଧିକରୁ ଅଧିକ ପରିମାଣରେ ସାମନ୍ତବାଦ ବା ଉଗ୍ର ଜାତୀୟତାବାଦର କବଳରେ ରଖିବା ନିମନ୍ତେ ତଦ୍ୱାରା ଅଧିକ ସମ୍ବଳ ଲାଭ କଲେ। କେତେକ କ୍ଷେତ୍ରରେ ଏପରି ମଧ୍ୟ ହେଲା ଯେ ବିଭିନ୍ନ ଦେଶରେ ଯଦି ଶିବିରଟିଏ ପ୍ରକୃତରେ ଲୋକସାଧାରଣଙ୍କର ପକ୍ଷରେ ଥିଲା ଏବଂ ସେମାନଙ୍କର ଉଦୟ ପାଇଁ ସାମନ୍ତବାଦୀ ଓ ନ୍ୟସ୍ତସ୍ୱାର୍ଥବାଦୀ ଶାସକମାନଙ୍କୁ ପ୍ରତିବାଦ ଜଣାଇଲା, ତେବେ ସେମାନଙ୍କୁ ଉ ଉତ୍ପାଟିତ କରିଦେବାରେ ହିଁ ଶାସକମାନେ ବାହାର ହିରୋମାନଙ୍କଠାରୁ ପାଇଥିବା ଅସ୍ତ୍ରଗୁଡ଼ିକୁ ବ୍ୟବହାର କରିଥିଲେ। ଏହିପରି ଭାବରେ ଗଣତନ୍ତ୍ରର ପାଟଦେଶ ଆମେରିକା, ଏସିଆ ଓ ଆଫ୍ରିକାରେ ଏକାଧିକ ଦେଶରେ ଗଣତାନ୍ତ୍ରିକ ନାନା ସକ୍ରିୟତାକୁ ମାରି ପକାଇବାରେ ଯେ ସହାୟତା କରିଛି, ଏବେ ଆମରିକାରୁ କରାଯାଇଥିବା ବହୁ ଅଧ୍ୟୟନରୁ ମଧ୍ୟ ସେହି ତଥ୍ୟଟି ମିଳିପାରୁଛି। ସେତେବେଳର ଏହି ପର୍ଯ୍ୟାୟଟି ଭିତରେ ପାକିସ୍ତାନର ସରକାର ମଧ୍ୟ ଅବଶ୍ୟ ଅନ୍ତର୍ଭୁକ୍ତ ହୋଇ ରହିବ। ଏହି ସମ୍ବନ୍ଧରେ ସୀମାନ୍ତ ଗାନ୍ଧୀ ଖାଁ ଅବ୍ଦୁଲ ଗଫର ଖାଁଙ୍କର ଦୃଷ୍ଟାନ୍ତଟି ଆମକୁ ଜଳଜଳ ହୋଇ ଦେଖାଯିବ। ଏବେ ଯେଉଁ ଭୂମିଖଣ୍ଡଟାକୁ ପାକିସ୍ତାନ ବୋଲି କୁହାଯାଉଛି, ଏକଦା ସେହି ଭୂମିରେ ହଜାର ହଜାର ଲୋକ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ସେମାନେ ପାକିସ୍ତାନ ପାଇଁ ନୁହେଁ ପୂରା ଭାରତବର୍ଷକୁ ଏକ ସ୍ଵାଧୀନ ଦେଶ ରୂପେ ଦେଖିବେ ବୋଲି ଲଢ଼ିଥିଲେ। ସୀମାନ୍ତ ଗାନ୍ଧୀ ସେହି ଲଢ଼ାଇରେ ସବା ଆଗରେ ଥିଲେ। ଦେଶ ଦୁଇଖଣ୍ଡ ହେବାପରେ ଏପଟ ଖଣ୍ଡଟାକୁ ଆମେ ଭାରତମାତା ବୋଲି କହିଲେ ଏବଂ ସେପଟେ ଯେଉଁ ପୂର୍ବତନ ସଂଗ୍ରାମୀମାନେ ପାକିସ୍ତାନ ନାମକ ପିଂସାଦଟିକୁ ସ୍ୱୀକାର କରିପାରିଲେ ନାହିଁ, ସେମାନଙ୍କୁ ଦାରୁଣ ଯାତନା ଭୋଗ କରିବାକୁ ପଡ଼ିଥିଲା। ସେମାନଙ୍କୁ ଦବାଇ ଦେବାରେ ଆମେରିକାରୁ ପାଇଥିବା ଅସ୍ତ୍ରଶସ୍ତ୍ର ଓ ପଇସା ପାକିସ୍ତାନ ସରକାରଙ୍କର ଖୁବ୍ କାମରେ ଲାଗିଛି। ତା'ପରେ ଭାରତବର୍ଷର ଚାରିପଟେ କେତେ ଛାଞ୍ଚ ଓ କେତେ ଚଞ୍ଚକତାରେ ଗଣତନ୍ତ୍ର ତିଆରି ହେଲା। ପାକିସ୍ତାନ ବ୍ରହ୍ମଦେଶ, ନେପାଳ ଓ ଇଣ୍ଡୋନେସିଆ ସେହି ଛଟକ ଦ୍ଵାରା ପୁରୁଣା ସାମନ୍ତବାଦୀ ଅବଜ୍ଞା ତଥା ଅନାଚରଣ ଗୁଡ଼ିକୁ ସ୍ଥାୟୀକରି ରଖିବାର ମଉକାମାନ ପାଇଗଲେ ଓ ଗଣତନ୍ତ୍ର ଚାଲୁଥିବାର ସାର୍ଟିଫିକେଟ ଦେଖାଇ ଆମେରିକାର ଅସ୍ତ୍ର ତଥା ଅର୍ଥର ସାହାଯ୍ୟ ବି ପାଇପାରୁଥିଲେ। ପ୍ରକୃତ ଘଟଣା ହେଉଛି, ନିଜ ଛାୟାମଣ୍ଡଳ ଭିତରେ ରହିଥିବା ସରକାରମାନେ ଶୀତଳ ଯୁଦ୍ଧର ସୁମାରିରେ ଆମେରିକା ପଟେ ରହିଥିଲେ ଓ ସେମାନେ ଗଣତନ୍ତ୍ରରେ ଅଛନ୍ତି ବୋଲି ଆମେରିକାର ସରକାର ମଧ୍ୟ ସେଇଥିରୁ ହିଁ ବିଶ୍ୱାସ କରିପାରୁଥିଲେ। ତୃତୀୟ ବିଶ୍ଵର ସ୍ୱାଭାବିକ ।